ରାମାନନ୍ଦେ କହିଲେ–ବୁଝିଲ କି ନାଲୁଆନା, ମାହାରା ଭାଙ୍ଗିବାର ସମ୍ଭାବନା ଷୋଳପଣ-। ଆର ବର୍ଷ ଶୀତଦିନରେ ଘାଇ ବନ୍ଧେଇଲାବେଳେ ମୁଁ କହିଲି ମୂଳରେ ପାଞ୍ଚହାତ ଗହୀରର ଇଟା ଦେଇ ବନ୍ଧେଇବା। ମୂଳଶକ୍ତି ଥିଲେ ସିନା ହୁଅନ୍ତା। ଏତେ ବଡ଼ ଗାଁଟାଏ ଚାନ୍ଦା କରି ଦୁଇଶହ ଟଙ୍କା ସହଜରେ ଯୋଗାଡ଼ କରିଥାନ୍ତେ। ହେଲା ଏବେ ଆମେ ପାଞ୍ଚ ପାଞ୍ଚ ଟଙ୍କା ଅଧିକା ଦେଇ ଥାନ୍ତେ। କାମଟା ତ ସବୁଦିନିଆ ହୋଅନ୍ତା। ଏବେ ଖାଲି ଉପର ଠାଉରିଆକି ମାଟି ଲଦି ଦେଇଛନ୍ତି। ନଈ ବାଙ୍କଟା ବି ସେଇଠି। ସୁଅ ଖାଲି କରତ ପରି ଡେଣା ପିଟୁଚି। ଭଉଁରୀ ଘର-ଘର-ଘ୍ର କରି ଖେଳୁଚି। ରହିବ ନା ସେ ବନ୍ଧ ବୈତରଣୀ ନଈର ଯେଉଁ ପ୍ରଖର ସୁଅ, ପ୍ରବଳ ଶକ୍ତି–ତା' ମୁହଁରେ ଇଏ କୁଟାଖିଏ ଭଳି। ମିଶ୍ରେ କହିଲେ–ସମସ୍ତେ ପରା ପଛବୁଦ୍ଧିଆ। ବଢ଼ିପାଣି ଘରେ ପଶିଲେ ସମସ୍ତେ ଲୁହ ସରସର ହୋଇ କାନ୍ଦିବେ, ପୁଅ ସ୍ତ୍ରୀଙ୍କୁ ନେଇ ହା-ଦାନା, ହା-କନା ହେବେ। ବେଳ ଉଣ୍ଡି ପ୍ରତିକାର କରିଥିଲେ ସିନା ହୋଇଥାନ୍ତା। ନନ୍ଦେ କହିଲେ–ହଉ, ଉଠ ନାଲୁଆନା, ଟିକେ ନଈଆଡ଼ୁ ବୁଲି ଆସିବା। –ହଉ, ଚାଲ, ତୋର ଟର୍ଚ୍ଚଖଣ୍ଡି ଆଣିଥା। ମିଶ୍ରେ ନିଜ ବାଡ଼ି ଖଣ୍ଡି ଧରି ଉଠିଲେ। ନନ୍ଦେ ଟର୍ଚ୍ଚ ନେଇ ବାହାରିଲେ। ନଈ ବନ୍ଧ ଉପରୁ ପବନରେ କଥୋପକଥନର ଶବ୍ଦ ଭାସି ଆସୁଥାଏ। ନାଲୁଦାଦାଙ୍କ କଥା ଶୁଣି ସୁମିର ମନ ଫିକା ପଡ଼ିଗଲା। ବଢ଼ି ନାଲୁଦାଦାଙ୍କ ଜମି ନଷ୍ଟ କରିଚି ସତ, କିନ୍ତୁ ଦୁଇ-ପା ଜମି ନାଲୁଦାଦାଙ୍କ ପରି ଥିଲାବାଲାଙ୍କ ପାଖରେ କିଛି ନୁହେଁ। ସା ଭାରି କୃପଣ ନଇଲେ ଏତେ ବ୍ୟସ୍ତ ହୁଅନ୍ତେ କାହିଁକି? ଛୁଆଙ୍କ ସୋହାଗ ଓ ଖେଳପ୍ରତି ଦୃଷ୍ଟି କାହାରିହେଲେ ନାହିଁ। ଘାଇ ନ ଭାଙ୍ଗିଲେ ସୁମିଘର ଦାଣ୍ଡକୁ ପାଣି ଆସିବ କେମିତି ଯେ? ଆଉ ସେମାନେ ଖେଳିବେ କେମିତି ଯେ? ନଈରେ ନଈଏ ପାଣି ଭାସିଗଲେ ତାଙ୍କର କି ଲାଭ–ବଡ଼ହେଲେ କେଜାଣି ନଈ ପହଁରିବେ। ନାଲୁଦାଦାଙ୍କ ଘର ଯେତେ ନଷ୍ଟ ହେଉ ବରଂ ବନ୍ଧ ଭାଙ୍ଗୁ। ସେ ଟୁନୀ ଆଡ଼କୁ ଚାହିଁଲା–ଟୁନୀ ବି ତା ଆଖିରେ ଦୋଷୀ ଦେଖାଗଲା। ତାଙ୍କରି ଘର ପରା ବନ୍ଧ ଭାଙ୍ଗିବା ବିରୋଧରେ! ସେ ଟୁନୀକୁ ମନେ ମନେ ଖତେଇ ହବାକୁ ଛାଡ଼ିଲା ନାହିଁ। କିନ୍ତୁ ଉପରେ କିଛି କହିଲା ନାହିଁ। କିଛିକ୍ଷଣ ପରେ ଟୁନୀ ଚୁପି ଚୁପି କହିଲା ସୁମିକୁ–ସୁମିଲୋ, କାଲି ସକାଳେ ନଈପାଣି ଆମ ଦାଣ୍ଡକୁ ଯିବ। ତୁ ଯିବୁ ଆମ ଘରକୁ। ଖେଳିବା। ବୁଲୁନନା ବି କହିଚି ଖେଳିବ। ମୁଁ ବାପାଙ୍କୁ କହିଚି–ସେ ମୂଲିଆଙ୍କୁ କହି ଆମପାଇଁ ଗୋଟିଏ କୁନି କଦଳି-ଭେଳା ତିଆରି କରେଇ ଦେବେ। ଟୁନୀ କଥା ଶୁଣି ସୁମି ଆନନ୍ଦରେ ଖିଲି ଖିଲି ହସି କହିଲା–ଆମ ବାଡ଼ି ବାଟଗଛ ମୂଳରେ ଖୁବ୍ ଜୋର୍ ସୁଅ ପଡ଼େ। ଓଳିରେ ବି। ତୁ ଆସିବୁ; ସେଠି କାଗଜ ଡଙ୍ଗା ଭସେଇବା। ମୋ ମା' କେଡ଼େ ସୁନ୍ଦର କାଗଜ ଡଙ୍ଗା ତିଆରି କରି ଜାଣେ। ସୁମି ଭବିଲା–ଯା' ହେଉ ଟୁନୀଟି ଭଲ। ନାଲୁ ଦାଦାଙ୍କ ପରି କୃପଣ ନୁହେଁ। ସେ ମାହାର ଭାଙ୍ଗିବାକୁ ଭଲପାଏ। ସେ ଟୁନୀକୁ ଖତେଇ ହୋଇ ନିଶ୍ଚୟ ଭୁଲ କରିଚି। ଏତିକିବେଳେ ନନ୍ଦେ ଓ ମିଶ୍ରେ ବଢ଼ି ସମ୍ପର୍କରେ କଥା ହେଉ ହେଉ ଫେରିଲେ। ସୁମି ଶୁଣି ବୁଝିଲା–ବନ୍ଧ ବୁଡ଼ିବାକୁ ଆଉ ହାତେ ବାକି। ଠାକୁରାଣୀ ମାହାରା ବନ୍ଧ ଉପରେ ବାଲିବସ୍ତା ପକାଇ ଲୋକ ଜଗିଛନ୍ତି। ନଈ ଆର କୂଳର ବନ୍ଧ ହାଣି ଦେବାକୁ ଡଙ୍ଗା ନେଇ ଅନ୍ଧାରରେ ଲୋକ ଗଲେଣି। ସେପାଖ ତଟୀର ବନ୍ଧ ହାଣି ଘାଇ କରିଦେଲେ ଏ ତଟୀ ରକ୍ଷା ପାଇଯିବ। ସୁଅ ଗତି ବଦଳିଲେ ଯାଇଁ ଶିରିଆପୁର ବଞ୍ଚିବ,–ନୁଇଲେ ନାହିଁ। ସୁମି-ବାପା କହୁଥାନ୍ତି–ବୁଝିଲ ନାଲୁଆନା, ସେ ପାଖର ବନ୍ଧ ହାଣିବା କମ୍ କଷ୍ଟ ନୁହେଁ। ଆର ପାରିର ଲୋକେ ତ ଆଉ ବୋକା ନୁହନ୍ତି। ଆମପରି ବନ୍ଧ ଭାଙ୍ଗିବା ଭୟ ତାଙ୍କର ବି ଅଛି। କାଳେ କିଏ ବନ୍ଧ ହାଣିଦେବ ବୋଲି ସେମାନେ ରାତିସାରା ବନ୍ଧ ଉପରେ ବସି ରହିବେ। ଗତବର୍ଷ ପରା ସନାଜେନା ହାଣିବା ପାଇଁ ଯାଇଥିଲା। ତା' କୋଡ଼ି କୋଦାଳ ଛଡ଼େଇ ରଖି କଷିକରି ମାଡ଼ ଦେଲେ ଯେ ସେ ତିନିଦିନ ଉଠିବସି ପାରିଲା ନାଇଁ। ଏକଣ ଏମିତି ସହଜ କାମ? ତଥାପି, ବଳୀ ରାଉତ ସାହସ କରି ଯାଇଛି। କଣ ହେଉଚି ଦେଖାଯାଉ।